ପୋଲାଣ୍ଡରେ ମଧ୍ୟ ଅସନ୍ତୋଷ ମଝିରେ ମଝିରେ ପ୍ରକାଶ ପାଉଛି। ଚେକୋସ୍ଲୋଭାକିଆ ଏକ ଶିଳ୍ପ ପ୍ରଧାନ ଦେଶ ଥିଲା। ଆଉ ସେ ଆହୁରି ଆଗେଉଛି। ଏଇଠି ଦେଶ ଦେଶ ମଧ୍ୟରେ ସ୍ୱାର୍ଥର ସଂଘର୍ଷ। ଚୀନ ଓ ଭାରତ ମଧ୍ୟରେ ସଂଘର୍ଷର ମୂଳ ହେତୁ ସେହି ଦୁଇ ଦେଶର ପରସ୍ପର ବିରୋଧୀ ସମୂହ ସ୍ୱାର୍ଥ। ଇଂଲଣ୍ଡ, ଫ୍ରାନ୍ସ, ହଲାଣ୍ଡ ପ୍ରଭୃତି ଶିଳ୍ପପ୍ରଧାନ ଦେଶମାନ ଦକ୍ଷିଣ ପୂର୍ବ ଏସିଆରୁ ହଟିଗଲା ପରେ ଏ ବିଶାଳ ଅଞ୍ଚଳରେ କିଏ ନେବ ସେମାନଙ୍କ ସ୍ଥାନ। ଚୀନ ଶିଳ୍ପପ୍ରଧାନ ହେଲେ ଚୀନ ନେବ ନଚେତ ଭାରତ ଶିଳ୍ପପ୍ରଧାନ ହେଲେ ଭାରତ। ଦୁଇ ଦେଶର ଜନସଂଖ୍ୟା ଓ ଆକାର ଦୃଷ୍ଟିରୁ ଏ ଦୁହେଁ ସେହି ସ୍ଥାନଟି ପାଇଁ ପ୍ରତିଦ୍ୱନ୍ଦ୍ୱୀ। ଭାରତର ଅର୍ଥନୈତିକ ବିକାଶରେ ବିଭ୍ରାଟ ଜନ୍ମାଇବା ଚୀନର ଉଦ୍ଦେଶ୍ୟ। ସାଲ ଚୀନ ଭାରତୀୟ ସୈନ୍ୟଙ୍କ ପରାଜୟ ନେଇ ଯେତେବେଳେ ହଟିଗଲା, ସେତେବେଳେ ପେକିଙ୍ଗ୍ ରେଡ଼ିଓ ଘୋଷଣା କରିଥିଲା ଯେ ରାଜ୍ୟଜୟ ଚୀନର ଉଦ୍ଦେଶ୍ୟ ନ ଥିଲା। ଚୀନର ଉଦ୍ଦେଶ୍ୟ ଥିଲା ଭାରତର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେବା ଓ ସେଥିରେ ଚୀନ ଅଭୁତପୂର୍ବ ସଫଳତା ଲାଭକରିଛି। ଚୀନ ଓ ରୁଷିଆ ମଧ୍ୟରେ ସେହି ନିଜ ନିଜ ଦେଶର ସମୂହ ସ୍ୱାର୍ଥ ଦୃଷ୍ଟିରୁ ପରସ୍ପର ଉତ୍କଟ ବିବାଦ ଯେଉଁ ଚୀନ ରୁଷିଆକୁ ଦକ୍ଷିଣପନ୍ଥୀ ବୋଲି ଗାଳିଦେଇଛି, ସେହି ଚୀନ ରୁଷିଆଠାରୁ ଆହୁରି ଦକ୍ଷିଣକୁ ଯାଉଥିବା ଚେକୋସ୍ଲୋଭାକିଆକୁ ସମର୍ଥନ କରୁଛି। ଅଦଭୁତ ଏ ସ୍ୱାର୍ଥର ସଂଗ୍ରାମ। ଏଥିରେ ମତବାଦକୁ ପୂରାଇ ସାଧାରଣ ଲୋକଙ୍କ ବୁଦ୍ଧି ଭ୍ରମ କରିବା ଉଚିତ ନୁହେଁ। ଗଣତାନ୍ତ୍ରିକ ଦେଶଗୁଡ଼ିକ ମିଲିଟେରୀ ଶାସନକୁ ସମର୍ଥନ କରୁଛି। କମ୍ୟୁନିଷ୍ଟ ଦେଶମାନେ ମିଲିଟେରୀ ଶାସନର ପୁଞ୍ଜିବାଦୀ ନୀତି ସହିତ ବନ୍ଧୁତା କରୁଛନ୍ତି। ଏଣୁ ମତବାଦକୁ ଦେଶର ସମୂହ ସ୍ୱାର୍ଥ ସାଧନପାଇଁ ଏକ ଅନିବାର୍ଯ୍ୟ ଉପାୟ ବା ବାହକ। ଏଣୁ କୌଣସି ଦେଶର ଆଚରଣର ଉଦ୍ଦେଶ୍ୟରେ ପ୍ରଚଳିତ ମତବାଦକୁ ନିନ୍ଦାକରିବା ଯୁକ୍ତିଯୁକ୍ତ ନୁହେଁ। ରୁଷିଆର ନିନ୍ଦିତ ଆଚରଣ ପାଇଁ ଦକ୍ଷିଣପନ୍ଥୀ କମ୍ୟୁନିଷ୍ଟ ଦଳଙ୍କ ନିନ୍ଦା ବା ସେମାନଙ୍କୁ ସନ୍ଦେହ କରିବା ଉଚିତ ନୁହେଁ। ସେହିପରି ଚୀନର ମିଳିତ ଆଚରଣଯୋଗୁଁ ବାମପନ୍ଥୀ କମ୍ୟୁନିଷ୍ଟ ଦଳକୁ ନିନ୍ଦା ବା ସନ୍ଦେହ କରିବା ଉଚିତ ନୁହେଁ। ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ନିଜ ନିଜ ଦେଶର ସମୂହ ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟ କରିବାର କଥା। ଯେଉଁ ଦଳ ଦେଶର ସମୂହ ସ୍ୱାର୍ଥ ବିରୋଧୀ, ସେ ଦଳକୁ ବେଆଇନ ଘୋଷଣା କରିବା ଉଚିତ। ଭାରତରେ ଯେତୋଟି ଦଳ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରେ ଦେଶର ସମୂହ ସ୍ୱାର୍ଥ ଦୃଷ୍ଟିରୁ ପରସ୍ପର ବୁଝାମଣା ରହିବା ଉଚିତ। କୌଣସି ଦଳ ଅନ୍ୟ କୌଣସି ଦେଶର ଦଲାଲ ହେବା ଉଚିତ ନୁହେଁ। ଜଣେ କୌଣସି ମତବାଦର ଦଲାଲ ହୋଇପାରେ, କିନ୍ତୁ କୌଣସି ଦେଶର ନୁହେଁ। ଏହାପରେ ବିଚାରିବାର କଥା ଭାରତରେ ବିଭିନ୍ନ ଦେଶ ସହିତ ବନ୍ଧୁତା ଦୃଢ଼ କରିବାପାଇଁ ଯେଉଁସବୁ ସାଂସ୍କୃତିକ ବା ମୈତ୍ରୀ ସଂସ୍ଥାମାନ ଅଛି, ସେସବୁଦ୍ୱାରା ଦେଶର ସମୂହ ସ୍ୱାର୍ଥ କୌଣସି ଦିଗରେ ସାଧିତ ହେଉଛି କି? ମୋର ବିଚାରରେ ହେଉନାହିଁ। କାରଣ ସବୁ ଦେଶ ନିଜ ନିଜ ସ୍ୱାର୍ଥରେ ଅନ୍ୟ ଦେଶମାନଙ୍କ ପ୍ରତି ସାମ, ଦାନ, ଦଣ୍ଡ, ଭେଦ ନୀତି ଅବଲମ୍ବନ କରୁଛି। ଚେକୋସ୍ଲୋଭାକିଆ ଏକ କମ୍ୟୁନିଷ୍ଟ ଦେଶ। ତାକୁ ତ ରୁଷିଆ ଛାଡ଼ିଲା ନାହିଁ। ନିଜ ସ୍ୱାର୍ଥରେ ଆଞ୍ଚ ଆସିଲେ କେହି କାହାରି ମୁହଁ ଚାହୁଁନାହାନ୍ତି। ବହୁକାଳ ଭାରତ ପରାଧୀନ ଥିବାରୁ ଦେଶ ଦେଶ ସହିତ ସମ୍ପର୍କ